'' ଏହା କହିବା ସଙ୍ଗେସଙ୍ଗେ ମ୍ୟାକ୍ମାର୍ଡ଼ୋ ଟେବୁଲ ଉପରେ ରହିଥିବା ମଦ ଗ୍ଳାସକୁ ହାତ ବଢ଼ାଇ ପୁଣି କହିଲେ, ''ଆଜି ଆପଣଙ୍କ ସହିତ ପ୍ରଥମ ସାକ୍ଷାତ। ଏହି ଶୁଭ ମୁହୂର୍ତ୍ତର ସ୍ମୃତିରକ୍ଷା ଲାଗି ମୁଁ ଏହା ନିଶ୍ଚିନ୍ତ ମନରେ ପାନ କରିପାରେ କି? '' କଥା କହିବା ସଙ୍ଗେସଙ୍ଗେ କାହାରି କୌଣସି ଉତ୍ତରକୁ ଅପେକ୍ଷା ନ ରଖି ମ୍ୟାକ୍ମାର୍ଡ଼ୋ ମଦ ଗ୍ଳାସଟିକୁ ହାତରେ ଉଠାଇନେଲେ। ତା ପରେ ମୁଣ୍ଡ ନୁଆଇଁ ମ୍ୟାକ୍ଜିଣ୍ଟିକୁ ଅଭିବାଦନ ଜଣାଇ ଗୋଟିଏ ନିଃଶ୍ୱାସରେ ଗ୍ଳାସଟିକୁ ଖାଲି କରିଦେଲେ। ମ୍ୟାକ୍ଜିଣ୍ଟି ମ୍ୟାକ୍ମାର୍ଡ଼ୋଙ୍କ ପାଦଠାରୁ ମୁଣ୍ଡଯାଏ ଥରେ ଭଲରୂପେ ଚାହିଁଗଲା। ତା ପରେ ପଚାରିଲା, ''ତୁମ ପରିଚୟ ତ ପାଇ ପାରିଲି ନାହିଁ? '' ''ମୋର ନାମ ମ୍ୟାକ୍ମାର୍ଡ଼ୋ। '' ''ଉଁ, ହୁଁ, ଏତିକିରେ କଅଣ ସବୁ ପରିଚୟ ମିଳିଗଲା? ଆମର ଏ ଅଞ୍ଚଳରେ କାହାରିକୁ ଭଲରୂପେ ନ ଜାଣି, ନ ଚିହ୍ନି ତାହା ସହିତ କଥାବାର୍ତ୍ତା କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ତେଣୁ। ଆଚ୍ଛା, ଟିକିଏ ଭିତରକୁ ଆସ ତ, ତୁମକୁ ଟିକିଏ ଭଲରୂପେ ଚିହ୍ନି ନିଏ। '' ମ୍ୟାକ୍ଜିଣ୍ଟି ଏହା କହି ମ୍ୟାକ୍ମାର୍ଡ଼ୋଙ୍କ ହାତ ଧରି ତାଙ୍କୁ ଏକ ପ୍ରକାର ଟାଣିଟାଣି ଗୋଟିଏ ଛୋଟ ଘରକୁ ନେଇଗଲା। ଘରଭିତରେ ପଶି କବାଟ ବନ୍ଦ କରିଦେଲା। ତା ପରେ ଗୋଟିଏ ଚୌକିରେ ବସିପଡ଼ି ମ୍ୟାକ୍ମାର୍ଡ଼ୋଙ୍କୁ ଏକଧ୍ୟାନରେ ଚାହିଁରହିଲା। ମ୍ୟାକ୍ମାର୍ଡ଼ୋ ପଦେ ହେଲେ ପାଟି ନ ଫିଟାଇ ଚୁପ୍ ହୋଇ ଠିଆହୋଇ ରହିଲେ। ତାଙ୍କ ମନର ଭାବ–ଯାହା ଦେଖିବାର, ଯେତେ ଦେଖିବାର ଦେଖିଯାଅ; ମୋର କୌଣସି ଆପତ୍ତି ନାହିଁ। କାହାରି ମୁହଁରେ କଥା ନାହିଁ। ଉଭୟେ ନୀରବ। ହଠାତ୍ ମ୍ୟାକ୍ଜିଣ୍ଟି ପକେଟରୁ ଗୋଟାଏ ରିଭଲଭର ବାହାର କରି ମ୍ୟାକ୍ମାର୍ଡ଼ୋ ଛାତିକୁ ଦେଖାଇ କହିଉଠିଲା, ''ଦେଖୁଛୁ, ଯଦି ଛଳନା କରି ଛଦ୍ମବେଶରେ ଆସିଥାଉ, ତେବେ ଥରେ ମାତ୍ର ଏଥିରେ ଟିପ ଲଗାଇଦେଲେ ହିଁ ଚଳିଯିବ। '' ଟିକିଏ ହେଲେ ଭୀତ ବା ବିଚଳିତ ନ ହୋଇ ମ୍ୟାକ୍ମାର୍ଡ଼ୋ ଉତ୍ତରଦେଲେ, ''ସ୍ୱାଧୀନ ମାନବ କ୍ଳବର ମହାମାନ୍ୟବର ସର୍ଦ୍ଦାର ଯଦି ଆଉ ଗୋଟିଏ ଶାଖା କ୍ଳବର ସଭ୍ୟକୁ ଏଇଭଳି ଭାବରେ ଅଭ୍ୟର୍ଥନା କରନ୍ତି, ତେବେ ମୋର କହିବାର କିଛି ନାହିଁ। ତୁମେ ସ୍ୱାଧୀନ ମାନବ କ୍ଳବର ସଭ୍ୟ? ତା ହେଲେ ତୁମକୁ ଆଗ ତାର ପ୍ରମାଣ ଦେବାକୁ ପଡ଼ିବ। କେଉଁ ଶାଖାର ସଭ୍ୟ ତୁମେ-? '' ''ଚିକାଗୋ ଶାଖାର। '' ''କେବେ ସଭ୍ୟ ହୋଇଅଛ? '' '' ମସିହା ଜୁନ ତାରିଖ। '' ''ସେତେବେଳେ ସେଠାରେ କିଏ ସର୍ଦ୍ଦାର ଥିଲା? '' ''ଜେମ୍ସ ଏଚ୍. ସ୍କଟ। '' ''ତୁମ ଶାଖାର ଜିଲା ସର୍ଦ୍ଦାର କିଏ? '' ''ବାର୍ଥଲାମିଉ। ଉଇଲ୍ସନ୍। '' ''ହଁ, ପରୀକ୍ଷାରେ ତ ବେଶ୍ ଭଲ ଉତ୍ତରଦେଲେ। ତେବେ ଏଠାକୁ ଆସିଛ କାହିଁକି? '' ''ସେହି ଗୋଟିଏ ମାତ୍ର କାମ। ତେବେ ଆପଣଙ୍କ କାର୍ଯ୍ୟ ଅପେକ୍ଷା ଟିକିଏ କମ୍ ଧରଣର ଯାହା। '' ''ବେଶ୍ କାଇଦା ମାଫିକ ତ କଥା କହିପାରୁଛ? '' ''ଏହା ହିଁ ମୋର ଗୋଟାଏ ବିଶେଷ ସୁବିଧା। ମୋ ପାଟିରେ କେବେହେଲେ କଥା ଅଟକି ରହେ ନାହିଁ। '' ''କଥା ତ କହୁଛ ବେଶ୍; ତେବେ ଅସଲ କାର୍ଯ୍ୟ ହାସଲ ଦିଗରେ? '' ''ମୁଁ ଯେଉଁମାନଙ୍କ ସାଙ୍ଗରେ ଏପର୍ଯ୍ୟନ୍ତ କାମ କରିଆସିଛି, ସେ ସମସ୍ତେ ମୋ କାର୍ଯ୍ୟର ଖୁବ ପ୍ରଶଂସା କରିଅଛନ୍ତି। '' ''ତା ହେଲେ ତୁମକୁ ଆମେ ଥରେ ବି ପରୀକ୍ଷା କରିନେବା। ସେ ପରୀକ୍ଷା ଦିନ ଖୁବ୍ ନିକଟରେ। ଆଚ୍ଛା, ଏ ଅଞ୍ଚଳରେ ଆମ ଶାଖାର କାର୍ଯ୍ୟ ପରିକଳ୍ପନା ବିଷୟରେ କିଛି ଶୁଣିଛ? '' ''ଶୁଣିଅଛି। ଏ ଅଞ୍ଚଳ ଶାଖାର ସଭ୍ୟ ହେବାକୁ ହେଲେ ଛାତି ଦମ୍ଭ ଥିବା ଦରକାର। '' ''ଠିକ୍ ସେହି କଥା। ଚିକାଗୋ ଛାଡ଼ିଲ କାହିଁକି? '' ''ସେ କଥା କହିବା ଅର୍ଥ ଫାଶିକୁ ବରଣ କରି ଆଣିବା। '' ''ମୋ ଆଗରେ ମଧ୍ୟ କହିବ ନାହିଁ? '' ''ନା। '' ''କାହିଁକି? '' ''କ୍ଳବ୍ର କୌଣସି କମ୍ରେଡ଼ଙ୍କ ଆଗରେ ମିଥ୍ୟା କହିବା ନିୟମବିରୁଦ୍ଧ। '' ''ତା ହେଲେ କଅଣ ସତ୍ୟ କଥାଟା ଏତେ ଖରାପ ଯେ, ତାହା କାହାରି ଆଗରେ କୁହାଯାଇପାରିବ ନାହିଁ? '' ''ସେହି କଥା ହିଁ ମନେକରି ନିଅନ୍ତୁ ମହାମାନ୍ୟବର ସର୍ଦ୍ଦାର! '' ଖୋଦ୍ ମ୍ୟାକ୍ଜିଣ୍ଟି ଆଗରେ ଠିଆହୋଇ ଏଭଳି କଥାବାର୍ତ୍ତା କରିବାକୁ ଆଗରୁ କେବେ କେହି ସାହସ କରି ନାହିଁ।